ଆପଣ ଯଦି ଏବେ ବଞ୍ଚିଥାନ୍ତେ ତା'ହେଲେ ବର୍ତ୍ତମାନର ଭାରତ ଦଶା ଦେଖି ଜୀବନ୍ତ ଦଗ୍ଧ ହେଉଥାନ୍ତେ ନଚେତ୍ ଦେଶରେ କଥିତ ପ୍ରଗତିର ଯେଉଁ ରଥ ଚାଲୁଛି ତା'ରି ଚକ ତଳେ ଚାପି ହୋଇ ଯାଇଥାନ୍ତେ, ମୁଁ ଆଜି ଯେମିତି ଚାପି ହୋଇ ଯାଉଛି। ସେଇ ଦିନଠାରୁ ସେ ସ୍ଥିର କଲେ–ନା ସେ ଆଉ କୌଣସି କଥାରେ ମୁଣ୍ଡ ପୂରେଇବେ ନାହିଁ, ଦେଶ ସ୍ଵର୍ଗକୁ ଯାଉ ବା ନର୍କରେ ପଡ଼ୁ। ଆତ୍ମାର ଶାନ୍ତି ପାଇଁ, ମନର ଏକଗ୍ରତା ପାଇଁ ସେ ଅଳନ୍ଧୁ ଲାଗିଥିବା ଅରଟଟିକୁ ସଙ୍ଘାରୁ କାଢ଼ି ସଫାକଲେ ଓ ସୂତା କାଟିବା ଆରମ୍ଭ କରିଦେଲେ। କୌଣସି ରାଜନୈତିକ ନେତା, ସେମାନଙ୍କ ଚାମଚା ବା କର୍ମୀଙ୍କୁ ତାଙ୍କ ଘରକୁ ନ ଆସିବା ପାଇଁ ରୋକ୍ ଠୋକ୍ କହିଦେଲେ। ସେମାନଙ୍କର ଉପସ୍ଥିତି ସେ ସହି ପାରୁ ନ ଥିଲେ। ଏମିତି କିଛି ବର୍ଷ କଟିଗଲା। ସେଦିନ ହୋଇଥାଏ ଅଗଷ୍ଟ ତାରିଖ। ହଠାତ୍ ଦିନେ ଦଳେ ଲୋକ ଆସି ତାଙ୍କ ସମ୍ମୁଖରେ କରପତ୍ର ଯୋଡ଼ି ଛିଡ଼ା ହେଲେ। ମୁକ୍ତି ଯଜ୍ଞରତ ଧନୁର୍ଦ୍ଧର ମହାପାତ୍ର ଚାହିଁ ଦେଖିଲେ, ଜଣକୁ ଛାଡ଼ିଦେଲେ ଆଉ ସମସ୍ତଙ୍କ ମୁହଁ ନୂଆ। ଚିହ୍ନା ଜଣଙ୍କ କହିଲେ–ଭାଇ ଧନୁର୍ଦ୍ଧର ବହୁ ଆଶା ନେଇ ଆମେ ତମ ପାଖକୁ ଆସିଛୁ। 'ମୋ' ପାଖକୁ ଆଶା ନେଇ ଆସିଛ? ' ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଚାରିଲେ–'ମୁଁ ତମର କି ଆଶା ବା ପୂରଣ କରିପାରିବି? ବରଂ ତମେ କେଉଁ ମନ୍ତ୍ରୀ କି ଏମ. ଏଲ୍. ଏ. ଙ୍କୁ ଯାଇ କୁହ, ସେ ହୁଏତ କିଛି କରିପାରନ୍ତି। ବର୍ତ୍ତମାନ ରାଜତ୍ୱରେ ଧନୁର୍ଦ୍ଧର ମହାପାତ୍ରର ବା କ'ଣ ମୂଲ୍ୟ ଅଛି? ଏ ଦେଶର ନାଗରିକମାନେ କିନ୍ତୁ ନିମକ ହାରାମ ନୁହଁନ୍ତି, ଭାଇ, ସେମାନେ ଆଜି ମଧ୍ୟ ଯୋଗ୍ୟ ବ୍ୟକ୍ତିଙ୍କୁ ସମ୍ମାନ ଦେବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଧନୁର୍ଦ୍ଧର ମହାପାତ୍ରେ ଅବାକ୍ ହୋଇ ସେଇ ଲୋକଙ୍କ ଆଡ଼େ ଚାହିଁଲେ। ଜଣେ କହିଲେ–ଆଜ୍ଞା, ଏଇ ସହରର ନାଗରିକ ପରିଷଦ ଏ ବର୍ଷ ସ୍ଵାଧୀନତା ଦିବସ ପାଳନ କରୁଛି। ପରିଷଦ ଠିକ୍ କରିଛି କୌଣସି ମନ୍ତ୍ରୀଙ୍କୁ ଏ ଉତ୍ସବକୁ ନିମନ୍ତ୍ରଣ କରାଯିବନି। ସଚ୍ଚୋଟ' ନିରହଂକାରୀ ଜଣେ ଗାନ୍ଧୀବାଦୀ ଦେଶ ସେବକଙ୍କ ଦ୍ଵାରା ପବିତ୍ର ଜାତୀୟ ପତାକା ଉତ୍ତୋଳନ କରାଯିବ। ଆଉ ଜଣେ କହିଲେ–ଏ ବର୍ଷର ସ୍ଵାଧୀନତା ଦିବସରେ ଆପଣ ହେବେ ଆମର ମୁଖ୍ୟ ଅତିଥି, ଆଉ ଆମର ପବିତ୍ର ତିରଙ୍ଗ ପତାକା ଉତ୍ତୋଳିତ ହେବ ଆପଣଙ୍କ ହାତରେ। ବାଣରେ ନିଆଁ ଲଗାଇ ଦେଲେ ହଠାତ୍ ଯେମିତି ଫୁଟିଉଠେ ଧନୁର୍ଦ୍ଧରବାବୁ ଠିକ୍ ସେମିତି ଫାଟି ପଡ଼ିଲେ। କହିଲେ–ବନ୍ଦକର, ବନ୍ଦକର। ଏ ସ୍ଵାଧୀନତା ଦିବସ ପାଳନ ପ୍ରହସନ ସେତିକି ଥାଉ। ସ୍ଵାଧୀନତା ଦିବସ ପାଳନ ନାଁଆରେ ସାରା ଦେଶରେ ଯେଉଁ ପ୍ରହସନ ଚାଲିଛି, ଯେଉଁ ପ୍ରକାର ଲୁଟ୍ ତରାଜ ଚାଲିଛି ତାହା କ'ଣ ଆମ ଆଖିକୁ ଦିଶୁନି? ନା, ମୁଁ ସେ ପ୍ରକାର ପ୍ରହସନରେ ଆଦୌ ଯୋଗ ଦେଇ ପାରିବି ନାହିଁ। ଜଣେ ବିନୟ ଭଙ୍ଗିରେ କହିଲେ–ଆଜ୍ଞା, ଆମକୁ ହତାଶ କରନ୍ତୁ ନାହିଁ। ଏ ଦେଶ ଆଜି ଅପବିତ୍ର ହୋଇପାରେ। ଲୋକେ ଚୋର ଡକାୟତଙ୍କ ପରି ଲୁଟ୍ କରିପାରନ୍ତି, କିନ୍ତୁ ଏ ଦିବସଟା ତ ସତ୍ୟ, ପବିତ୍ର ଆପଣମାନଙ୍କ ସ୍ୱପ୍ନ ଏଇ ଦିବସରେ ହିଁ ତ ସଫଳ ହୋଇଥିଲା। 'କିନ୍ତୁ ଆମର ସ୍ୱପ୍ନ ଆଦୌ ଏହା ନ ଥିଲା' 'ଆପଣଙ୍କ ସ୍ୱପ୍ନକୁ ସତ୍ୟରେ ପରିଣତ କରିବାକୁ ହେବ' 'ସତ୍ୟରେ ପରିଣତ... କିଏ? କିଏ। କରିବ? "ଆମେ